ବେଳେ ବେଳେ ଅତିଷ୍ଠ ହୋଇଉଠନ୍ତି, ସୁପ୍ରଭା। ପାଟିରୁ ବାହାରିଯାଏ ଦଣ୍ଡେ ହେଲେ ଏ ଜଞ୍ଜାଳରୁ ତ୍ରାହି ମିଳନ୍ତା, ନିରୋଳାରେ ଟିକେ ମୁଁ ବସି ଯାଆନ୍ତି। ନିଶିକାନ୍ତ ହସନ୍ତି। ଏ ଜଗତରେ, କେହିଭଲା, ସ୍ଥିର ଅଛି? ବିଶ୍ରାମ ନେଇଛି? ସୂର୍ଯ୍ୟଚନ୍ଦ୍ର ଗ୍ରହ ନକ୍ଷତ୍ର ସମସ୍ତେ ଘୂରୁଛନ୍ତି। ନିଜ ନିଜ କର୍ତ୍ତବ୍ୟରେ ରହି ସୃଷ୍ଟିର ନିୟମ ଅଟଳ ରଖି ଏମାନେ ଗତିଶୀଳ। ଗତି ହିଁ ତ ଜୀବନ। ଆନନ୍ଦଟା ବାହାରେ ନଥାଏ–କ୍ଳାନ୍ତିଟା ବି ବାହାରେ ନାହିଁ। ଯେତେବେଳେ କାମରୁ ଆମେ ଆନ୍ତରିକତା ହରାଉ ଆନନ୍ଦର ଯୋଗସୂତ୍ରଟି ବି ଛାଡ଼ିଯାଏ। ସୁପ୍ରଭା ଫଁ କରି ଉଠନ୍ତି। ରଖ ରଖ ତମ ବହି ପଢ଼ା କଥା। ପାଖ ପଡ଼ିଶା ଘରର ଅଫିସର ଘରଣୀମାନଙ୍କ ଆଖିରୁ ପାହାନ୍ତି ନିଦର ଆବେଶ ଏ ଯାଏ ବି ତୁଟି ନଥିବ। ଢିଙ୍କି ସ୍ୱର୍ଗକୁ ଗଲେ ବି ଧାନ କୁଟେ। ତମେ ନିଜେ ପଦସ୍ଥ ଅଫିସର–ଅଥଚ ତମରି ସ୍ତ୍ରୀ, ଅଧାବୁଢ଼ୀ ହେବାଯାଏ, ଚୁଲି ଫୁଙ୍କି ଫୁଙ୍କି, ଆଖିରୁ ଧାର ଗଡ଼େଇଲା। ୟାକୁ ଇ କହନ୍ତି କପାଳ। ନିଶିକାନ୍ତ ଏକ କ୍ଷୀଣ ମଧୁର ସ୍ମିତରେ ସ୍ତ୍ରୀଙ୍କର ସମସ୍ତ ବିରକ୍ତି କି ଉପେକ୍ଷା କରି ସକାଳ କାଗଜରେ ମନ ଦିଅନ୍ତି। ସେ ଜାଣନ୍ତି ଯେ ସାମୟିକ ଆବିଳତା ଚହଲା ନଈରେ ଜମାଟ ବାନ୍ଧେ ନାହିଁ, ବାନ୍ଧି ପାରେନା। ତାଙ୍କ ସାରସ୍ୱତ ପ୍ରତିଭାର ଭିତ୍ତି ଯେଉଁ ଦୃଢ଼ ବ୍ୟକ୍ତିତ୍ୱ ଉପରେ ନିର୍ଭରଶୀଳ, ସେ ନିତାନ୍ତ ଠଣୁକା ନୁହେଁ। ନିଶିକାନ୍ତଙ୍କ ସ୍ମିତହାସ୍ୟଟିକି ମନରେ ସାଇତି ଦେଇ ସୁପ୍ରଭା ଚାବିଦିଆ ଘଡ଼ିଭଳି, ପୁଣି କାମରେ ଲାଗନ୍ତି। ଏମିତି ବିତି ଗଲାଣି କେତେ ସକାଳ, କେତେ ସଞ୍ଜ, କେତେ ରାତି। କିନ୍ତୁ ଆଜି ଆଜି ଯାହା ହେବାର ହେଉ ପଛେ ସୁପ୍ରଭା ନିଶିକାନ୍ତଙ୍କ ଇଚ୍ଛାର କଳକଣ୍ଢେଇ ସାଜି ନାଚି ପାରିବେ ନାହିଁ। ଅଳ୍ପକେ ରନ୍ଧା ବଢ଼ା କାମ ସାରିବେ। କାହାରିକି ଆପ୍ୟାୟିତ କରି ସୁଦୀର୍ଘ ସମୟର ଅପଚୟ କରିବେ ନାହିଁ। ସେ ଟିକେ ନୀରବରେ ଚିନ୍ତାକରି ଅନ୍ତତଃ ଦେଖିବେ କ'ଣ କରାଯାଇପାରେ। ବର୍ଷାର ବେଗ ବଢ଼ୁଛି। ପବନ ବି ଥମୁ ନାହିଁ। ବଡ଼ଝିଅ, ଅଧୁଆ ମୁହଁରେ, ପଢ଼ା ଟେବୁଲ ପାଖରେ ବସି ଯାଇଛି। ସତେକି ସକାଳ ପଢ଼ାର ଚିନ୍ତାକରି, ରାତିସାରା ତାକୁ ନିଦ ନଥିଲା-। ଅସଲକଥା, ରନ୍ଧା ଆଡ଼େ ମୁହାଁଇଲେ ବୋଉ ଚା କପେ ଦେଇ ଟୁକ୍ଟାକ୍ ବରାଦ ଟିକେ ବତେଇ ଦେବ। ପାଗଟା କିନ୍ତୁ ହାତ ଗୋଡ଼ ଯାକି ବସିଲାଭଳି ପାଗ–ନତୁବା ଜିମ୍ କର୍ବେଟ୍ଙ୍କର ବାଘ ଶୀକାର ବହି ପଢ଼ିଲା ଭଳି ପାଗ। ସୁପ୍ରଭା ମନକୁ ହସି ପକେଇଲେ। ଏଇ ଝିଅ ପୁଣି, ପରଘରେ ଯାଇ କର୍ତ୍ତବ୍ୟର ବୋଝ ମୁଣ୍ଡକୁ ନେବ। ୟାରିପାଇଁ ତାଙ୍କୁ ରାତିରେ ନିଦ ନାହିଁ। ଅବଶ୍ୟ ଏତେ ବେଶି ଚିନ୍ତା ତାଙ୍କୁ କରିବାକୁ ପଡ଼ନ୍ତା ନାହିଁ। ନିଶିକାନ୍ତ ଯଦି ସମଭାବରେ ଦାୟିତ୍ୱର ବୋଝ ମୁଣ୍ଡକୁ ନିଅନ୍ତେ ଅଥବା ସମସ୍ୟାର ଗୁରୁତ୍ୱ ବିଚାରି ଦେଖନ୍ତେ। ସେ ତ ତାଙ୍କ ସ୍ୱପ୍ନ ଜଗତକୁ ନେଇ ବ୍ୟସ୍ତ ବିହ୍ୱଳ। ଏଭଳି ମଣିଷଟିର ହାତ ଧରି ସୁପ୍ରଭା ଯେ କେତେ ଥର ହସୁ ହସୁ କାନ୍ଦିଛନ୍ତି– କାନ୍ଦୁ କାନ୍ଦୁ ହସିଛନ୍ତି ତା'ର ଇୟତ୍ତା ନାହିଁ ତଥାପି ବାସ୍ତବ ଜଗତର ସମସ୍ତ ବିଷ ଆକଣ୍ଠ ପାନ କରି ନିଶିକାନ୍ତକୁ ସେ ଅମୃତର ଆସ୍ୱାଦ ଦେବାକୁ ଚେଷ୍ଟା କରିଛନ୍ତି। ତାଙ୍କ ଅନୁଭବ ଭିତରେ କବି ବଧୂର ଆକାଶ ଚୁମ୍ବି ଗୌରବ ଓ ଅତଳସ୍ପର୍ଶୀ ଯନ୍ତ୍ରଣା ଫେଣ୍ଟାଫେଣ୍ଟି ହୋଇ ଜୀବନକୁ ଏକ ବିଚିତ୍ର